ତା'ପରେ ଦେଶଟା, ଦେଶନାମକ ଏହି ମନୁଷ୍ୟସଂସ୍ଥାନଟା ପ୍ରକୃତରେ ଆଉ କାହାରି ହୋଇ ରହିଲା ନାହିଁ। ଉଚ୍ଛନ୍ନ ହେଲା ଏବଂ ଉଜୁଡ଼ିଗଲା। ତେଣୁ, ପଚାଶ ବର୍ଷର ଏକ ଅପକର୍ମମୟ ଦୀର୍ଘ ଅବଧିପରେ ମାନବିକତା କଦାପି ଲୋଡ଼ିବା ମାତ୍ରକେ ଆସି ପହଂଚି ଯିବ ନାହିଁ। ବହୁତ ମିଥ୍ୟକୁ ପରିହାର କରିପାରିଲେ ଯାଇ ସତ୍ୟର ଅନୁଭବ ସମ୍ଭବ ହେବ। ଏବଂ, ସଂଗ୍ରାମ ବିନା ଏହି ସଂଗଠିତ ମିଥ୍ୟମାନଙ୍କୁ କିପରି ବା ହଟାଇବା ସମ୍ଭବ ହେବ? ମାନବିକତାର ପ୍ରତିଷ୍ଠା କେବଳ ଏକ ସଂଗ୍ରାମ ଦ୍ୱାରା ହୋଇପାରିବ। ରାଜନୀତି ହିଁ ସେହି ସଂଗ୍ରାମର କଦାପି ଏକମାତ୍ର ପ୍ରେରଣା ହୋଇ ରହିବନାହିଁ ସତ, ତଥାପି ରାଜନୀତିକୁ ଏକ ଦୂଷିତ କ୍ଷେତ୍ର ବୋଲି କହି ନିଜର ଅଲଗା ମଠମାନଙ୍କରେ ନିବୁଜ ହୋଇ ରହିଥିବା ବାବାଜୀମାନେ ମଧ୍ୟ ସେହି ସଂଗ୍ରାମ କରିପାରିବେ ନାହିଁ। ସ୍ୱାଧୀନ ଭାରତବର୍ଷର ତ ପ୍ରକୃତରେ ଏକ ବଡ଼ ମନ୍ଦଭାଗ୍ୟ ଯେ, ଏଠି ବାବାଜୀମାନେ ପ୍ରଧାନତଃ ସାମନ୍ତ ଓ ଅତିସ୍ଥୂଳମାନଙ୍କର ପଟ ନେଇଛନ୍ତି, ସେମାନଙ୍କୁ ଅଧିକରୁ ଅଧିକ ମାରାତ୍ମକ ଏବଂ ସ୍ୱେଚ୍ଛାଚାରୀ ହେବା ନିମନ୍ତେ ଆଶୀର୍ବାଦ କରିଛନ୍ତି ଓ ତା' ବଦଳରେ ନିଜର ମଠଗୁଡ଼ାକର ଦାଣ୍ଡଟାକୁ ପିଚୁ କରି ନେଇଛନ୍ତି। ଏମାନେ ଯାବତୀୟ ଅଧ୍ୟାତ୍ମକୁ ବହି ଭିତରେ ବନ୍ଦ କରି ରଖିଛନ୍ତି ଏବଂ ସମଗ୍ର ହାଉଆଟାକୁ କ୍ଲୀବ କରି ରଖିଛନ୍ତି। ତେଣୁ, ଏମାନେ ନୁହନ୍ତି, ଅନ୍ୟମାନେ ହିଁ ପାରିବେ। ସତ୍ୟାଗ୍ରହୀମାନେ ପାରିବେ। ଦୁର୍ଗତମାନଙ୍କୁ ସେମାନେ କେବଳ ସାନ୍ତ୍ୱନା ଦେବେନାହିଁ, ଭିକ୍ଷାନିର୍ଭର କରି ରଖିବାର କୌଣସି କୁକାର୍ଯ୍ୟ କରିବେ ନାହିଁ। ସେମାନଙ୍କୁ ଶକ୍ତି ଦେବେ। ଖାଲି ସବୁକିଛି ସହିଯିବା ନିମନ୍ତେ ଆଦୌ କୁମନ୍ତ୍ରଣା ଦେବେ ନାହିଁ। ଦୁର୍ଗତମାନଙ୍କୁ ସେମାନେ ସତକଥାମାନ କହିଦେବେ। ମିଛ ମଣିଷମାନଙ୍କୁ ଚିହ୍ନାଇଦେବେ। ମଣିଷ ଯେ କେବଳ ପେଟଟା ପାଇଁ ବଂଚେ ନାହିଁ, ନିଜର ଅଧିକାରଗୁଡ଼ିକୁ ହାସଲ କରିବାକୁ ବଂଚେ, ଏକ ସ୍ୱାଧୀନ ଦେଶର ଏତେ ଏତେ ମଣିଷ ଏଡ଼େ ଅସହାୟ ଏବଂ ଅରକ୍ଷିତ ହୋଇ ମରିବା ପାଇଁ ଯେ ଆଦୌ କୌଣସି କାରଣ ନାହିଁ, ସେମାନେ ଏକାବେଳେକେ ତଳଆଡୁ ସେହି ସତ୍ୟଟିକୁ ଅନୁଭୂତ କରାଇବେ। ଏକ ଅନ୍ୟ ଆବାଜ ସୃଷ୍ଟି କରିବେ। ଅଧିକାର ମାଗିବାର, ସମ୍ମାନ ମାଗିବାର ଏବଂ ଏକ ରାଷ୍ଟ୍ରକୁ ଅସାଧୁମାନଙ୍କର ଫାଶରୁ ମୁକ୍ତ କରି ଆଣିବାର ବାରତାଟିକୁ ସେମାନେ ବିହନ ପରି ବିଞ୍ଚିଦେବେ। ସାହିତ୍ୟରେ ବଂଚିବେ, ଶିକ୍ଷାଳୟରେ ବିଞ୍ଚିଦେବେ, ରାଜନୀତିର ସୁଆଙ୍ଗ-ଘରମାନଙ୍କର ଶାନ୍ତିଭଙ୍ଗ କରାଇବେ। ପ୍ରକୃତି କ'ଣ ମଣିଷର ଶତ୍ରୁ ଯେ ସିଏ ଭଗାରି ହୋଇ ମଣିଷ ଉପରେ ପ୍ରକୋପ ଦେଖାଇବ? ମଣିଷମାନେ ଅସହାୟ ହୋଇ ରହିବାର ଅପମାନଟାକୁ ବରି ନେଉଥିବା ଯାଏ ହିଁ ପ୍ରକୃତିର ଯାବତୀୟ ପ୍ରକୋପକୁ ସହ୍ୟ କରିବା ସକାଶେ ବାଧ୍ୟ ହେଉଥିବେ। ତେଣୁ, ପାରସ୍ପରିକତା ଓ ମାନବିକତା ହିଁ ମଣିଷମାନଙ୍କର ସର୍ବପ୍ରଥମ। ସନ୍ତକ ବୋଲି ଯେଉଁମାନେ ସତକୁ ସତ ବିଶ୍ୱାସ କରୁଛନ୍ତି, ସେମାନେ ଏକ ପରବର୍ତ୍ତୀ ଭବିଷ୍ୟତ ଲାଗି ଲୋଡ଼ା ହେଉଥିବା ସଂଗ୍ରାମର ବାର୍ତ୍ତାକୁ ହିଁ ସବା ତଳଯାଏ ବହିନିଅନ୍ତୁ। ସେହି ପୁରାତନ ପ୍ରକାରେ ସେଠି କିଛି ତ୍ରାଣ ସାମଗ୍ରୀ ଫୋପାଡ଼ି ଦେଇ ପୁଣି ନିଜର ଗାତମାନଙ୍କୁ ଫେରି ନଆସନ୍ତୁ। ଅସଲ ତ୍ରାଣରେ ନିମିତ୍ତ ହୁଅନ୍ତୁ। ସନ୍ଦୀପନ ପାଠଶାଳା ଠାକୁରମୁଣ୍ଡାଠାରୁ ପ୍ରାୟ ସାତ କିଲୋମିଟର ପଦାକୁ ବାହାରିଗଲେ ପଇଦାବନ୍ଧ। ପଦାକୁ ଅର୍ଥାତ୍ ଜଙ୍ଗଲ ଆଡ଼କୁ। ଜଙ୍ଗଲ ଭିତରେ ମଧ୍ୟ ଗାଆଁ, ଆମ ଏ ଆଡ଼ର ଗାଆଁମାନଙ୍କ ଭଳି ଧାଉଡ଼ି ହୋଇ ଘର ନାହିଁ। ଗଛ ସବୁ କହିଦେଉଛି ଯେ, ଏଠାରେ ଏକ ସମୟରେ ଜଙ୍ଗଲ ଥିଲା। ସମ୍ଭବତଃ